କାଳର ପୁନରାବୃତ୍ତି ହେବାରେ ସହାୟକ ହେବ। ପାକିସ୍ତାନରେ ଏବଂ ଭାରତବର୍ଷରେ ବିଗତ ପଚାଶବର୍ଷ ହେଲା ସେହି ଅନ୍ୟ ଯୋଦ୍ଧାମାନଙ୍କ ଲାଗି ଅପେକ୍ଷା ରହିଛି। ଅସଲ ଯୋଦ୍ଧାମାନେ କାଳେ କାଳେ ରାଷ୍ଟ୍ରଶକ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ଆମ ଭାରତବର୍ଷ ଓ ପାକିସ୍ତାନରେ ମଧ୍ୟ ଅସଲ ମୁହୂର୍ତ୍ତଟି ଆସି ପହଞ୍ଚିଲେ ତାହାହିଁ ହେବ। ଭାବ ବୋହିଗଲେ ଯାହା ହୁଏ ଏବର୍ଷ ଆରମ୍ଭରେ ଏକ ଓଡ଼ିଆ ପତ୍ରିକାରେ କୌଣସି ହିନ୍ଦି କବିତାର ଏକ ଅନୁବାଦ ପ୍ରକାଶ ପାଇଥିଲା। ଠିକେ ଠିକେ କବିତାଟିର ମର୍ମଭାବଗୁଡ଼ିକ ହେଉଛି ତୁମେ ଭଲ କଲ ଏତେଗୁଡ଼ିଏ କବିତା ଲେଖିଲ, ଭଲ କଲ ଏତେଗୁଡ଼ିଏ ବହି ଛପାଇଲ। କିନ୍ତୁ କହିଲ ତୁମେ କେତୋଟି ଗଛ ଲଗାଇଛ। କାରଣ ତୁମର ଗୋଟାଏ ବହି ଛପାହେବ ବୋଲି ଯେଉଁ କାଗଜ ଲାଗିଥିବ, ସେଥିପାଇଁ ଶହେଟି ଗଛ କଟାହୋଇ ଥିବ। ଏବଂ ଶହେ ଗଛ କଟା ହେବା ଫଳରେ କେତେ ନଈ ଶୁଖି ଯାଇଥିବେ, କେତେ ପାହାଡ଼ ଭୁଷୁଡ଼ି ପଡ଼ି ମାଟିରେ ମିଶିଥିବେ। ଏହାର ଅର୍ଥ ହେଉଛି, ତୁମେ କବିତା ଲେଖୁନାହଁ ଯେ ପ୍ରକୃତିରେ ଭାରସାମ୍ୟ ରହିବାର କ୍ଷେତ୍ରରେ ବାଧା ସୃଷ୍ଟି କରୁଛ, ମରୁଭୂମିକୁ ଜନ୍ମ ଦେଉଛ। ତୁମର ଏହି ଅପରାଧ ନିମନ୍ତେ ଉତ୍ତର ପୁରୁଷ ଓ ଇତିହାସ ହୁଏତ ତୁମକୁ କ୍ଷମା କରିପାରନ୍ତି। କିନ୍ତୁ ଏହି ଗଛମାନେ କଦାପି କ୍ଷମା କରିବେ ନାହିଁ। କବିତା ସବୁ ଲେଖିଲ ବୋଲି ତୁମେ ସମ୍ଭବତଃ ପୁରସ୍କାର ଓ ସମ୍ମାନ ପାଇବ ମାତ୍ର ଗଛମାନଙ୍କର ଅଭିଶାପ ମଧ୍ୟ ତୁମ ଉପରେ ପଡ଼ିବ। ତେଣୁ ହେ କବି, ଏବେ ମଧ୍ୟ ସମୟ ଅଛି ତୁମେ ଅଟକିଯାଅ ଅର୍ଥାତ୍ ଆଉ କୌଣସି କବିତା ନ ଲେଖିବାକୁ ଏତଦ୍ଦ୍ୱାରା ସତର୍କ କରି ଦିଆଯାଇଛି କି? ପୁନଶ୍ଚ କବିତାର ଶେଷ ପଂକ୍ତି ଗୁଡ଼ିକରେ କୁହାଯାଇଛି, ଗଛର ବିଚ୍ଛେଦରେ ଏବେ ଗଛରେ ବସୁଥିବା ଚଢ଼େଇମାନେ ସିନା ଶୋକ ପାଳନ କରିବେ କିନ୍ତୁ କବି ମରିଯିବା ପରେ ତାଙ୍କର କବର ଉପରେ ପତରେ ଘାସ ମଧ୍ୟ କେବେହେଲେ କଅଁଳିବ ନାହିଁ। ଏବେ କାରଗିଲ୍ରେ ଯୁଦ୍ଧ ଲାଗିଥିବା ସମୟରେ ସାନ ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ଗୋଟିଏ ପତ୍ରିକାରେ ମଧ୍ୟ ଗୋଟିଏ ଏପରି କବିତା ବାହାରିଥିଲା ଯାହାକି ଓଡ଼ିଶାରେ ସମସ୍ତେ ଶୁଣିଥିବା କାଞ୍ଚି କାବେରୀ ଉପାଖ୍ୟାନଟିକୁ ମନେପକାଇ ଦେଉଥିଲା। ଓଡ଼ିଶାର ରାଜା କାଞ୍ଚି ଅଭିଯାନରେ ବାହାରିଥିଲେ। ସେଠାରେ ସିଏ କାଞ୍ଚି ରାଜାଙ୍କ ସହିତ ଯୁଦ୍ଧ କରି ତାଙ୍କୁ ପରାସ୍ତ କରିବେ ଓ ରାଜକନ୍ୟାକୁ ଓଡ଼ିଶାକୁ ଆଣିବେ,ରାଜା ପୁରୁଷୋତ୍ତମ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ। ତେଣୁ ଭକ୍ତ ଯୁଦ୍ଧକୁ ଅନୁକୂଳ କରିବା ପୂର୍ବରୁ ଜଗନ୍ନାଥ ତାଙ୍କ ବଡ଼ଭାଇଙ୍କୁ ସାଙ୍ଗରେ ନେଇ ଦୁଇଟା ଘୋଡ଼ାରେ ସବାର ହୋଇ ଆଗ କାଞ୍ଚି ବାହାରି ଯାଇଥିଲେ। ପ୍ରାୟ ସେହି ସମୟରେ ରଚିତ ଗୋଟିଏ ପୋଥି ଅନୁସାରେ ପୁରୁଷୋତ୍ତମ କାଞ୍ଚିରେ ପହଞ୍ଚିବା ପୂର୍ବରୁ ହିଁ କାର୍ଯ୍ୟ ହାସଲ ହୋଇ ସାରିଥିଲା। ଜଗନ୍ନାଥ ବଳଭଦ୍ର କାଞ୍ଚିରାଜାଙ୍କ ଇଷ୍ଟଦେବ ଗଣେଶଙ୍କୁ ପରାସ୍ତ କରିଦେବାରୁ ରାଜା ପୁରୁଷୋତ୍ତମଙ୍କ ପାଖରେ ଛାଏଁ ଛାଏଁ ପରାଜୟ ସ୍ୱୀକାର କରିଥିଲେ। ଏବେ ବାହାରିଥିବା କବିତାରେ ମଧ୍ୟ ପିଲାଙ୍କର ମନକୁ ଉଷତ କରିବା ନିମନ୍ତେ ଜଗନ୍ନାଥ ବଳଭଦ୍ର ଭାରତ ପକ୍ଷରୁ ଘୋଡ଼ାରେ ଚଢ଼ି କାରଗିଲ୍ ରଣକ୍ଷେତ୍ରକୁ ଅବଶ୍ୟ ଯାଇଛନ୍ତି ବୋଲି କୁହାଯାଇଥିଲା। ମତଲବ ହେଉଛି ଆମେ ଯେତେବେଳେ ନ୍ୟାୟରେ ଯୁଦ୍ଧଟିଏ ଲଢୁଛୁ, ଆମ ଠାକୁରେ ମଧ୍ୟ ଅଲବତ ଆମ ପଟେ ରହିଛନ୍ତି। ଠାକୁରେ ଘୋଡ଼ା ଚଢ଼ି କାରଗିଲ୍ ଯାଇଛନ୍ତି ବୋଲି ପତ୍ରିକାରୁ ପଢ଼ି ପିଲାମାନେ ବଡ଼ ଚମତ୍କୃତ ହୋଇଥିବେ। ଭାବ ବୋହିଗଲେ ଠିକ୍ ଏହିପରି ହୋଇଥାଏ। ଏବଂ ପାକିସ୍ତାନରେ ମଧ୍ୟ ଯେ ଏହିପରି ଭାଗ ବିଗଳିତ ଭାବରେ ସେପଟେ ଠାକୁରଙ୍କୁ ବ୍ୟବହାର କରି କବିତା ବା ଆଉ କିଛି ଲେଖା ହୋଇନଥିବ, ସେକଥା -